ଯୁଗବିଧାତା ସମଗ୍ର ପୃଥିବୀରେ ନାନା ପ୍ରକାରେ ଯେଉଁ ଲଢ଼େଇଟିକୁ ଆରମ୍ଭ କରିଦେଇ ସାରିଲାଣି ଏବେ ଭାରତବର୍ଷରେ ମଧ୍ୟ ସେହି ଲଢ଼େଇଟି ଲାଗି ଡାକରା ଆସିବ। ପୁରୁଣା ମେଦିନୀଟା ଫାଟିବ ଏବଂ ସବୁ ମଣିଷଙ୍କୁ ସ୍ୱୀକୃତି ଦେଇ ଅନ୍ୟ ଏକ ଗଢ଼ଣରେ ନୂଆ ମେଦିନୀଟି ଗଢ଼ା ହେବ। ସେହି ମେଦିନୀରେ ଲୋକେ କଦାପି ଶିଷ୍ଟ ହୋଇ ରହିବେ ନାହିଁ ଓ ଆପଣାର ଏକ ଅଲଗା ବିବେକ ଏବଂ ଭାଷା ଦ୍ୱାରା ଆଗାମୀର ଅବଶ୍ୟମ୍ଭାବୀକୁ କଦାପି ପଥରୋଧି ରଖିପାରିବେ ନାହିଁ। ଅସଲ ଜଗତୀକରଣ ଏହିଭଳି ହିଁ ହେବ। ଅତିରିକ୍ତ ଭାବପ୍ରବଣତାକୁ ପ୍ରଶ୍ରୟ ଦିଆଯାଇ ନଥିଲେ ଭାରତବର୍ଷ ସ୍ଵାଧୀନତା ଲାଭ କରିବାର ପରବର୍ତ୍ତୀ ପାବଚ୍ଛରୂପେ ସତକୁ ସତ ତାହାହିଁ ହୋଇଥାନ୍ତା। ତାହା ହୋଇଥିଲେ ଭାରତବର୍ଷ ବର୍ତ୍ତମାନ ଏକାବେଳେକେ ଅନ୍ୟ ଭଳି ଦେଖା ଯାଉଥାନ୍ତା ଏବଂ ଖବରକାଗଜରେ ଅନ୍ୟ ପରିମଳ ତଥା ପ ପ୍ରତିଶ୍ରୁତିର ଖବର ସବୁ ବାହାରୁ ଥାଆନ୍ତା। ବର୍ତ୍ତମାନ ଯାହାକିଛି ପ୍ରମୁଖ ଖବର ବୋଲି ବାହାରୁଛି ଆମେ ଆମ ନିର୍ମାଣକ୍ରମରେ ପଚାଶ ବର୍ଷ କାଳ କେଉଁଠି କଣ ହୁଡ଼ିଛୁ ବୋଲି ତାହା ସମ୍ଭବ ହେଉଛି। ଆମେ ଚତୁରମାନେ ସଂସ୍କୃତକୁ ବ୍ୟବହାର କରି ଏଠାରେ ବହୁତ କିଛିକୁ ଲୁଚାଇ ରଖିଛୁ, ଅଟକାଇ ରଖିଛୁ। ଆମର ଅସଲ ସତ୍ୟଗୁଡ଼ିକୁ, ଅସଲ ଆହ୍ୱାନଗୁଡ଼ିକୁ ଆମେ ସଂସ୍କୃତରେ ପାଟକନା ଭିତରେ ପଙ୍ଗୁ କରି ରଖି ଦେଇଛୁ। ଧର୍ମ, ରାଜନୀତି, ନୀତି, ସାହିତ୍ୟ ଓ ବିବେକ ସବୁକିଛିକୁ ପଙ୍ଗୁ କରି ରଖିଛୁ। ଏବଂ ଶଇତାନମାନେ ସର୍ବତ୍ର ଯାହା କରନ୍ତେ ଆମେ ମଧ୍ୟ ଏକ ବିବେକାପହାରୀ ଶିକ୍ଷା ଦ୍ୱାରା ଆମର ପିଲାମାନଙ୍କୁ ଅନୁରୂପ ଭାବରେ ଜ୍ୟୋତିହୀନ, ବାଧ୍ୟ ଏବଂ ବର୍ତ୍ତମାନକାତର ହୋଇ ବଢ଼ିବା ନିମନ୍ତେ ଷଡ଼ଯନ୍ତ୍ର ମେଲାଇ ଦେଇଛୁ। ଭାଷା ଯୋଡ଼େ। ମଣିଷମାନେ ଅବିବେକୀ ହୋଇଥଲେ ଭାଷା ବହୁବିଧ ଦୂରତାକୁ ମଧ୍ୟ ସୃଷ୍ଟ ହୋଇ ରହିବାରେ ସାହାଯ୍ୟ କରେ। ଶାସନ ଯୋଡ଼େ, ବହୁ ଉଦ୍ୟମକୁ ଏକାଠି ଯୋଡ଼େ, ଭବିଷ୍ୟତଟିକୁ ବର୍ତ୍ତମାନ ସହ ଯୋଡ଼ି କାଳଟିକୁ ସୁସ୍ଥକରି ରଖିବାରେ ନିମିତ୍ତ ରୂପେ କାର୍ଯ୍ୟକରେ। ମାତ୍ର ଶାସକମାନେ ଅବିବେକୀ ହୋଇଥିଲେ ଶାସନ ମଧ୍ୟ ବହୁ ଖାଇର ଷଡ଼ଯନ୍ତ୍ର କରିବାରେ ଲାଗିଥାଏ ଏବଂ ବହୁ ଫିସାଦକୁ ପ୍ରଶ୍ରୟ ଦେବାରେ ମଧ୍ୟ ଲାଗିଥାଏ। ଏକ ଭାଷା ହିସାବରେ ସଂସ୍କୃତର ଯୋଡ଼ିବାର ସୁନାମ ଯେତେ ନାହିଁ ଭାଗ ଭାଗ ଏବଂ ଉଚ୍ଚ ନୀଚ କରି ରଖିବାର ବଦନାମଟା ତା'ଠାରୁ ସମ୍ଭବତଃ ଅଧିକ ରହିଛି। ଅବିବେକୀମାନଙ୍କର ହାତରେ ପଡ଼ି ହୁଏତ ତାହା ସେପରି ଘଟିଛି। ତେଣୁ ସାମନ୍ତମାନଙ୍କର ଖୁବ୍ କାମରେ ଆସିଛି। ଭାରତ ସ୍ୱାଧୀନ ହେବା ପରେ ଏଠି ସବୁ ମଣିଷଙ୍କୁ ଯହୁଁ ସ୍ୱୀକୃତି ଦେଇ ସମ୍ବିଧାନ ନାମକ ଖସଡ଼ାଟି ଲେଖାଗଲା, ସେତେବେଳେ ସାମନ୍ତମାନେ ହିଁ ତାହାକୁ ସଂସ୍କୃତରେ କିଳିଣି ଦେଇ ରଖିଦେଲେ। ତାହା ଉପରବାଲାଙ୍କ ନିମନ୍ତେ ବହୁ ଭାବପ୍ରବଣତାର କାରବାର ହୋଇ ରହିଲା ସିନା କିନ୍ତୁ ଅଧିକସଂଖ୍ୟକ କୋଟି କୋଟିଙ୍କ ପାଇଁ ଡ଼ିମିରିଫୁଲ ପରି ଅଦୃଶ୍ୟ ହୋଇ ରହିଲା। ଉପରବାଲା ଭାରତକୁ ମହାନ୍ ବୋଲି କହି ଛଇ ଦେଖାଇଲେ ଏବଂ ତଳେ ସେହି ଭାରତବର୍ଷରେ ତାହା ମଧ୍ୟ ଦେଖିବାକୁ ମିଳିଲା ନାହିଁ। ଭାରତ ବୋଲି ଉପରବାଲା କେତେ କଣ ଶୋଷି ନେଇଗଲେ। ଅସାଧୁ ହେଲେ ଓ ଲମ୍ପଟ ହେଲେ। ଲଜ୍ଜି ହରାଇଲେ। ଏଣିକି ସେମାନେ ଗୋଟାସୁଦ୍ଧା ନିଜ ରୂପଟାକୁ ପଦାକୁ ଆଣି ଦାଣ୍ଡରେ ନାଚିବାକୁ ଲାଗିଲେଣି। ସେମାନଙ୍କର କାଳ ସରିଗଲା ବୋଲି ପ୍ରମାଣ କଲେଣି। ଏଣିକି ଭାରତବର୍ଷରେ ଯାବତୀୟ ବ୍ୟାପାରରେ ଏକାବେଳେକେ ଅନ୍ୟ ବିବେକରେ ପତର ପଡ଼ିବ ସମସ୍ତେ ପଂକ୍ତି ଭିତରକୁ ଆସିବେ। ସିଏ ଯାବତୀୟ ଅର୍ଥରେ ଦେଶରେ ଏକ ନୂଆ ପର୍ଯ୍ୟାୟକୁ ଆମନ୍ତ୍ରିତ କରି ଆଣିବ। କ୍ରମେ ଭାରତବର୍ଷରେ ମଧ୍ୟ ଶାସନ ଯୋଡ଼ିବ, ଭାଷା ବି ଯୋଡ଼ିବ। ଯାବତୀୟ ରାଜନୀତି ସମବେତ